ଧର୍ମ କରିବ। କର୍ମଠ ହେବ। ନୀତିନିୟମ ମାନି ଚଳିବ। ଗୀତା ପାଠ କରିବ। ଏସବୁ କେମିତି ବିପରୀତବୋଧକ ଶବ୍ଦ ପରି ଗୋଚର ହେଉ ନାହିଁକି? ମୁଁ ଗାନ୍ଧୀ ନ ହୋଇବି ଗାନ୍ଧୀ ପରି ଅନ୍ୟମାନଙ୍କ ଆଗେ ଦେଖାଇ ହେବି। ଗାନ୍ଧୀବାଦରେ ଆଦୌ ଆସ୍ଥା ନଥାଇବି କଥା ପ୍ରସଙ୍ଗରେ ଗାନ୍ଧୀଙ୍କ ବକ୍ତବ୍ୟକୁ ଉଦ୍ଧୃତି କରିବି। କି ହାସ୍ୟାସ୍ପଦ କଥା! ସମସ୍ତେ ଗାନ୍ଧୀ ନହୋଇ ପାରନ୍ତି। ହେବା ବି ସହଜ ନୁହେଁ, ତା'ବୋଲି ଭାଙ୍ଗି ପଡ଼ିବାର କିଛି ନାହିଁ। ଜଣେ ଗାନ୍ଧୀ, ବିବେକାନନ୍ଦ, ଅରବିନ୍ଦ କି ଯୀଶୁଖ୍ରୀଷ୍ଟ ନହୋଇ ପାରିଲେ ଯେ ଜୀବନ ବ୍ୟର୍ଥ ହୋଇଗଲା, ଏପରି ଭାବିବାର କୌଣସି ଯୁକ୍ତି ନାହିଁ। କିଛି ନହୋଇ ପାରିଲେ ଅନ୍ତତଃ ସିସିଫସ୍ଟିଏ ହୋଇ ବଞ୍ଚି ପାରିବତ। ଚେଷ୍ଟାକଲେ କିଏ କେତେ ଅସାଧ୍ୟ ସାଧନ କରୁଛି। ମଣିଷ ଭାଗ୍ୟରେ କ'ଣ ଏତିକି ହୋଇ ପାରିବନି? ସିସିଫସ୍ର ତିକ୍ତ ଅଭିଜ୍ଞତା ନେଇ ମଣିଷ ପ୍ରଥମେ ବଞ୍ଚିବାକୁ ଚେଷ୍ଟା କରୁ। ମଣିଷ ବଞ୍ଚିବାର ପ୍ରଣାଳୀ ଜାଣିଲେ ଅନ୍ୟକୁ ଶିକ୍ଷା ଦେବ। ତା'ର ଧର୍ମ, ସଂସ୍କୃତି, ଇତିହାସ, ଭାଷା, ଜାତି, ସଭ୍ୟତା, ପରମ୍ପରା-ସବୁକିଛି ବଞ୍ଚିବ। ଏମିତି ବଞ୍ଚିବାରେ ଆନନ୍ଦ ଅଛି। ବୈଚିତ୍ର୍ୟ ଅଛି। ସ୍ୱାଦ ବି ଅଛି। ବଞ୍ଚିବା ପାଇଁ ଅଖଣ୍ଡ ବିଶ୍ୱାସ ଲୋଡ଼ା। ତାହା ଏକାନ୍ତରେ ନିଜର ଅନ୍ତଃକରଣରୁ ଆସିବା ଉଚିତ। ପ୍ରଚୁର ବିଶ୍ୱାସ ଥିଲେ ଅଭିଜ୍ଞତା ପରିପକ୍ୱ ହୁଏ। ଅଭିଜ୍ଞତାର ଭିତ୍ତିଭୂମି ଉପରେ ପ୍ରଜ୍ଞାର ସ୍ଫୁରଣ ହୋଇଥାଏ। ମଣିଷ ପାହାଚ ପରେ ପାହାଚ ଡେଇଁ ବୌଦ୍ଧିକତାର ଛାଞ୍ଚରେ ଗଡ଼ି ଗଡନି ଶକ୍ତ ଓ ମଜବୁତ୍ ହୁଏ। ଶେଷରେ ନିଜ ହାତ ପାଆନ୍ତାରେ ଏପରି ଏକ ବସ୍ତୁ ପାଇଯାଏ ଯାହାର ଜ୍ୟୋତିରେ ସେ ଜ୍ୟୋତିଷ୍ମାନ ହୁଏ। ତାହାକୁ ଈଶ୍ୱର କୁହ। ଭୂମା କୁହ। ବ୍ରହ୍ମ ବା ଅନ୍ୟ ଯେ କୌଣସି ନାମ ବା ଅନ୍ୟ ଯେ କୌଣସି ରୂପ ବା ଆକାର ଦେଲେ ଚଳିଯିବ। ସାଂପ୍ରତିକ ମଣିଷର ଚିତ୍ତ ଏପରି ଅସ୍ଥିର ଯେ ତାହା ହାତରେ ଆଦୌ ସମୟ ନାହିଁ। ତା'ର ଧୈର୍ଯ୍ୟ ନାହିଁ। ଅଭିଜ୍ଞତାର କଷ୍ଟି ପଥର ତା' ପାଖେ ନାହିଁ। ଅବଶ୍ୟ ସେ ଅନ୍ଧ ଭାବେ ଛୋଟ ବଡ଼ ସୁନା ଖଣ୍ଡକୁ ପରୀକ୍ଷା କରିବା ପାଇଁ ବ୍ୟାକୁଳ। ଏହାହିଁ ଦୁଃଖ। ଆମେ ଯାହା ନୁହଁ, ସେଇଆ ଥିବାଭଳି ଦେଖାଇ ହଉ। ମୁଁ ସମ୍ରାଟ ନ ହୋଇ ମଧ୍ୟ ସମ୍ରାଟ ପରି ଅଭିନୟ କରିବି ଅନ୍ୟମାନଙ୍କୁ ବୁଦ୍ଦୁ ବନେଇବା ପାଇଁ। ଏହା କେଉଁ କଥାର କଥା। ଏଥିରେ ନାଁ ମୋର ରାଜ୍ୟଜୟ ହେବ? ନାଁ ପ୍ରଜାକୁଳ ସୁଖଶାନ୍ତିରେ କାଳ କାଟିବେ? ଏପରି ହଟହଟିଆ ଜୀବନ କାଟିବା ଅପେକ୍ଷା ମୃତ୍ୟୁ କ'ଣ ଶ୍ରେୟସ୍କର ନୁହେଁ? ସେଇଥିପାଇଁ ଲୋକଟି ଚାହେଁ, ମଣିଷ ବଞ୍ଚୁ। ଆପତ୍ତି ନାହିଁ। କିନ୍ତୁ ଠିକ୍ ମଣିଷ ପରି। ନିଜ ଗୋଡ଼ରେ ଠିଆ ହେଉ। ଅନ୍ୟ କାହାରି ମର୍ଜି ଉପରେ ନୁହେଁ। ବଞ୍ଚିବାହିଁ ଏକମାତ୍ର ଆନନ୍ଦ। ଆନନ୍ଦମୟୋ ବ୍ରହ୍ମନ୍। ବ୍ରହ୍ମହିଁ ଆନନ୍ଦମୟ। ଠିକ୍ ଠିକ୍ ଭାବେ ବଞ୍ଚି ପାରିଲେ ଏଇ ଜୀବାବସ୍ଥାରେ ବ୍ରହ୍ମତ୍ୱ ପ୍ରାପ୍ତି ସମ୍ଭବ। ବ୍ରହ୍ମହିଁ ଜଗତର ତ୍ରାଣକର୍ତ୍ତା। ଜଗତର ପ୍ରାଣବିନ୍ଦୁରେ ଯେଉଁ ମହତ୍ ନିର୍ଗୁଣ ସତ୍ତା ଅଧିଷ୍ଠିତ, ତାହା ଏପରି କୌଣସି ଦୁର୍ଲଭ ବସ୍ତୁ ନୁହେଁ ଯେଉଁଥି ପାଇଁ କି ଆମକୁ ଅଗ୍ନିପରୀକ୍ଷାରେ ଲମ୍ଫ ଦେବାକୁ ହେବ। କିମ୍ବା ଜନ୍ମ ଜନ୍ମାନ୍ତର ବାଦରେ ପ୍ରଗାଢ଼ ବିଶ୍ୱାସ କରି ଭୟ ଓ ଆଶଙ୍କାରେ ଉଲ୍ଲସିତ ହେବ, କିମ୍ବା ଯୋଗୀଋଷିଙ୍କ ପରି ସହସ୍ର ସହସ୍ର ବର୍ଷ ଅକାରଣରେ ଧ୍ୟାନମଗ୍ନ ହେବାକୁ ପଡ଼ିବ। ସେଇ ନିର୍ଗୁଣ ସତ୍ତାର ସବୁତକ ଗୁଣାବଳୀ ଫିଟେଇ କହିଦେବା ସହଜ କଥାନୁହେଁ। ଖାଲି ଯାହା ହୃଦୟ ଦେଇ ଅନୁଭବ କରିବା କଥା। ଏଥିପାଇଁ ତର୍କ ଲୋଡ଼ା ନାହିଁ। ଲୋଡ଼ା ଏକମାତ୍ର ହୃଦୟର ଆବେଗ। ଆବେଗମୟ ହୃଦୟଦ୍ୱାରା ହିଁ ସେଇ ଆନନ୍ଦମୟ ବ୍ରହ୍ମର ସତ୍ତା କଳ୍ପନା କରାଯାଇପାରେ। ଏସବୁ ପାଇଁ ଦରକାର ଯଥେଷ୍ଟ ଆନ୍ତରିକତା ଧୈର୍ଯ୍ୟ ଓ ସାହାସ, ପରୀକ୍ଷାର ଶେଷ ଫଳ ଜାଣିବା ପାଇଁ ହୁଏତ ଅନେକ ବର୍ଷ ଲାଗିଯାଇପାରେ। ସେଥିରେ ଭାଙ୍ଗି ପଡ଼ିବାର କ'ଣ ଯୁକ୍ତି ଅଛି। କେଉଁ ମାନ୍ଧାତା ଅମଳରୁ ଆମ ପୂର୍ବପୁରୁଷଙ୍କ ପୁଡ଼ାବୁଜୁଳି ବୁହାଇ ବୁହାଇ ଆମେ ଚାଲିଛୁ। ଚାଲି ଚାଲି କୂର୍ମ ପାଲଟିଛୁ। ବାମନ ଆଖ୍ୟା ପାଇଛୁ। ଆମ ପୂର୍ବପୁରୁଷ ମାନେ କୂର୍ମ ହୋଇ ବି ଏଇନେ କେଇଁଠି ଇନ୍ଦ୍ରଦ୍ୟୁମ୍ନରେ ବସବାସ କରୁଛନ୍ତି।